ହାକିମ ଟଙ୍କାର ଅଭାବ ଦର୍ଶାଇ ସମସ୍ତଙ୍କୁ ଫେରାଇ ଦେଇଥିଲେ-। ସାମାନ୍ୟ ଜଳ ମୁନ୍ଦିଏ ପାଇବାର ଅଧିକାରରୁ ତାଙ୍କ ଗାଁର ଲୋକେ ବଂଚିତ ହେଲେ-। ସମସ୍ତେ ଦୀର୍ଘ ନିଶ୍ୱାସ ପକାଇ ଫେରିଥିଲେ। ଚକ ଘୂରିଲା। ବିଲାତ ସରକାରରର ଖାମଖିଆଲି ଯୁଗ ଚାଲିଗଲା। ଦେଶ ସ୍ୱାଧିନ ହେଲା। ଆମରି ଲୋକସରକାର ପ୍ରତିଷ୍ଠିତ ହେଲା। ପ୍ରତ୍ୟେକ ନାଗରିକ ନିଜ ନିଜର ଦୁଃଖ ଜଣାଇବାର ଅପୂର୍ବ ସୁଯୋଗ ପାଇଲେ। ପୁରପଲ୍ଲୀ ପାଇଁ ଉନ୍ନତ ଯୋଜନା ମାନ ପରିକଳ୍ପିତ ହେଲା। ଗାଁକୁ ଗାଁ ସଡ଼କ, ସ୍କୁଲ, ଡାକ୍ତରଖାନା ଆଦି ଯୋଗାଇ ଦିଆଗଲା। ଲୋକେ ବେଶ୍ ଦୁଇ ପଇସା ରୋଜଗାର କଲେ। ବାଣିଜ୍ୟ ବ୍ୟବସାୟ କରି ଧନାଢ଼୍ୟ ହେଲେ। ଅନ୍ୟମାନେ ଭାବିଲେ ସକଳଙ୍କର ଦୁଃଖ ପାଣିପରି ବୋହିଯିବ। ଭାଗ୍ୟକୁ ଶ୍ରୀମତୀ ଇନ୍ଦିରାଙ୍କ ପରି ଉନ୍ନତ ଓ ମହିୟସୀ ନାରୀଙ୍କର ପ୍ରତିଶ୍ରୁତି ପ୍ରତ୍ୟେକଙ୍କୁ ଉଦ୍ବୋଧିତ କଲା। 'ଗରିବ-ହଟାଇବାର' ଦୁହା କାନକୁ ଯେମିତି ମଧୁର ଶୁଣାଗଲା, ମନକୁ ସେପରି ପାଇଲା। ଲୋକେ ଭାବିଲେ ଦୁଃଖ ଅମା ରାତି ପାହି ପୂର୍ଣ୍ଣିମା ଆଲୋକିତ ହୋଇଯିବେ। ଲୋକଙ୍କର ଅର୍ଦ୍ଧନଗ୍ନ ଓ ଅନାହାର ଅବସ୍ଥା ଦୂର ହେବ। ମାତ୍ର ଖାଇବା ଓ ପିନ୍ଧିବାରେ ଉନ୍ନତି ହେବା ତ ଦୂରର କଥା ପ୍ରାକୃତିକ ପଦାର୍ଥ ସେମାନେ ପାଇବ ଅସମ୍ଭବ ହେଲା। ମୁକ୍ତ ପାଣି ଓ ପବନର ସୁବିଧା ପାଇବା କେଉଁଠି କେଉଁଠି ସମ୍ଭବ ମଧ୍ୟ ହେଲାନାହିଁ। ଇଞ୍ଜିନିୟର ନରେନ୍ଦ୍ରନାଥ ଭାଗ୍ୟକୁ ସ୍ୱ-ଗ୍ରାମ ନିକଟରେ ଇଞ୍ଜିନିୟର ନିଯୁକ୍ତ ହେଲେ। ମାସକୁ ମାସ ଜିଲ୍ଲାପାଳଙ୍କ ଖାସ କାମରାରେ ଉନ୍ନୟନ ସଭା ବସି ଗାଁ ଗହଳିର ଉନ୍ନତି ପରିକଳ୍ପନା ସମ୍ୱନ୍ଧରେ ଆଲୋଚନା କରାଗଲା। ସବୁ ବିଭାଗର ଉଚ୍ଚ କର୍ମଚାରୀ ତହିଁରେ ଯୋଗ ଦେଲେ। ଅଭାବ ଅସୁବିଧା ସମ୍ବନ୍ଧରେ ଆଲୋଚନା କରାଗଲା। ନରେନ୍ଦ୍ରନାଥ ସୁଯୋଗର ଦ୍ୱାର ଦେଶରେ ଉପସ୍ଥିତ ମନେକରି କହିଥିଲେ-ବୀରକିଶୋର ପୁରରେ ପାନୀୟ ଜଳର ଅଭାବ ବହୁ କାଳରୁ ଅନୁଭୂତ ହେଉଛି। ଗ୍ରାମବାସୀଙ୍କର ଦରଖାସ୍ତଟି ମୁଁ ଆଣିଚି। ଅନ୍ତତଃ ଗୋଟାଏ କୂଅ, ପାଣିକଳ ଅଥବା ଜଳଭଣ୍ତାରର ବ୍ୟବସ୍ଥା ସେଠାରେ କରାଯାଉ। ନରେନ୍ଦ୍ରନାଥଙ୍କ ମୁହଁରୁ ଏ କଥା ସବୁ ନ ସରୁଣୁ ହାକିମ ସେ ଦରଖାସ୍ତଟା ଟେବୁଲ ଉପରେ ଥୋଇ ଦେଇ କହିଦେଲେ-ଆଗେ ଆଗ କଥା ପଡ଼ୁ। ଏକଥା ପରେ ଦେଖିବା। ଲୋକପ୍ରତିନିଧି କହିଥିଲେ ଯେ, ସେ ଅଞ୍ଚଳର ପ୍ରତିନିଧି। ସେ ଗାଁ ବରଂ ସେଠାରୁ ଉଠିଯାଉ ସିନା, ସରକାର ପାଣି ଯୋଗାଣରେ ଏତେ ପଇସା ଖର୍ଚ୍ଚ କରିବା ସମ୍ଭବ ନୁହେଁ। ନରେନ୍ଦ୍ରନାଥଙ୍କୁ କଥା କୁହାଇ ନ ଦେଇ ହାକିମ ଅନ୍ୟାନ୍ୟ କେତେକ ବିଷୟରେ ଆଲୋଚନା କଲେ। ନରେନ୍ଦ୍ରନାଥଙ୍କ ମନ ଦୁଃଖରେ ପୂରି ଉଠିଲା। କେତେ ପୁରୁଷର ଗାଁଟା ପୁଣି ଉଠିଯିବ; ଅଥଚ ସ୍ୱାଧୀନ ଭାରତରେ ସେମାନଙ୍କ ପାଇଁ ପାଣି ଟୋପାଏର ବ୍ୟବସ୍ଥା ଅସମ୍ଭବ? କି ହାସ୍ୟାସ୍ପଦ କଥା ସତେ! ଅଥଚ ଅସଂଖ୍ୟ ଟଙ୍କା ବରବାଦ ହେଉଚି। ପାଣିରେ ଫୋପଡ଼ା ଯାଉଚି-। ସ୍ୱ-ଗ୍ରାମରେ ଗିଲାସେ ପାଣି ପାଇଁ ଲୋକଙ୍କର କି ଉତ୍କଣ୍ଠା ଆଉ ଏଠାରେ ସହରର କ୍ଳବରେ କୋକୋ-କୋଲାର ବ୍ୟବସ୍ଥା। ନରେନ୍ଦ୍ରନାଥଙ୍କୁ କୋକୋ-କୋଲା ଦେଖି ମନେ ହେଲା ସତେ ଅବା ଗରିବ ନିରନ୍ନ ଜନତାଙ୍କ ରକ୍ତ ଏ ଶିଶିରେ ଠୁଳୀଭୂତ ଓ ତାକୁ ଧୋବଧାଉଳିଆ ବାବୁଏ ପାନ କରି ପରମ ତୃପ୍ତି ପାଇଅଛନ୍ତି। ଗୋଟିଏ ଗ୍ରାମକୁ ଜଳଯୋଗାଣ ପାଇଁ ସରକାର ହାତରେ ଅର୍ଥ ନାହିଁ ଅଥଚ ବିଦେଶୀ ମାଲିକମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ସାହାର୍ଯ୍ୟ ଦିଆଯାଇ ବିଭିନ୍ନ ବ୍ୟବସାୟ ପାଇଁ ଉତ୍ସାହିତ କରାଯାଉଅଛି। ରୁ ମସିହା ଭିତରେ ଏହି କୋକୋ-କୋଲା ପାଇଁ